ଜଗନ୍ନାଥ ବଳଭଦ୍ର କଳା-ଧଳା ଘୋଡ଼ାରେ ବସି ମ୍ଳେଛ ସଂହାର କରିବେ। ଏଇ ମ୍ଳେଛ କିଏ? ସୁମି-ମା କଣ ନିଜେ? ସୁମି-ମା ପିଲାଟି ଦନରୁ ବାହା ହୋଇ ଆସିଛନ୍ତି। ଛୁଆଦିନେ ବାପା-ମାଙ୍କର ଭାରି ବାଧ୍ୟ ଥିଲେ। କାହା ସାଙ୍ଗରେ ଅଝଟ, କଳି କରି ନାହାନ୍ତି। ଶାଶୁଘରେ ସୁନା-ପ୍ରତିମା ପରି। ଲକ୍ଷ୍ମୀନାରାୟଣଙ୍କ ଠାରେ ତାଙ୍କର ଏବେ ଭାରି ଭକ୍ତି। ପତି ତାଙ୍କର ଗୁରୁ। ଆଜିଯାଏଁ ମନ ଅମେଳ ହୋଇନାଇଁ। ତେବେ ସୁମି-ମା କି ଦୋଷ କଲେ? କଣ, ଥରେ ଅଧେ ଦୁଧ ସର ଚୋରେଇ ଖାଇଚନ୍ତି ବୋଲି ଦୋଷୀ। ହେଇଥିବ–ଚୋରି ତ ପାପ। ସାନ ବଡ଼ରେ ଅଛି କଣ? ସୁମିର ଚିନ୍ତାଶକ୍ତି ସ୍ଥବିର। ନିଜେ ସେ ବଢ଼ିକୁ ଡାକିହାକି ଆଣିଚି ଅଲକ୍ଷଣୀଟାଏ ସେ; ତାରି ଯୋଗୁଁ ଆଜି ଗାଁ-ଗୋଟାକ ହୁଲି ଡଙ୍ଗା ପରି ବୁଡ଼ି ଯାଇଚି ସିନା! ନାଲୁମିଶ୍ରଙ୍କର ନିଜ ଜୀବନପ୍ରତି ଲୋଭନାଇଁ। ସେ ଖାଲି ଭାବୁଚନ୍ତି ଟୁନୀ ଓ ବୁଲୁ କଥା-। ମା ଛେଉଣ୍ଡ ପୁଅ ଝିଅ ଦୁଇଟା–ତାଙ୍କର କଣ ହେବ? ବଡ଼ପୁଅ କଟକରେ। ସେ କେଜାଣି ସୁବିଧାରେ ଥିବ। ତାର ବୋଧେ ଏଇଠୁ ପଢ଼ା ବନ୍ଦ। ଟଙ୍କା ଆଉ ଆସିବ କାହୁଁ। କାଗଜରୁ ବଢ଼ି କଥା ଜାଣି ସେ ବି ଧାଇଁ ଆସିବ। ରାମନନ୍ଦଙ୍କର ପିଲାଦିନ କଥା ମନେ ଅଛି। ଥରେ ନଈକୁ ଦେଖେଇ ତାଙ୍କର ବୁଢ଼ାବାପା କହୁଥିଲେ–ନଈ କାଳେ ଭାରି ଗଭୀର ଥିଲା। ବାଲି ଯାଇଁ କେଉଁ ପାତାଳରେ ପଡ଼ିଥିଲା-। ଯାହା କହନ୍ତି–ନଈକୁ ନାଆ ସୁନ୍ଦର। ନେଳିଆ ନେଳିଆ ପାଣି ଉପରେ କି ଶୀତ କି ବର୍ଷା ସବୁଦିନେ ଚାଲୁଥିଲା ନାଆ। ଚାନ୍ଦବାଲି ବନ୍ଦରରୁ ନାଆ ଆସେ ଆଉ ଯାଏ।। ଚାଉଳ, ଶିଳ, ଶିଳ-ପୁଆ, ଲୁଣ, ଶୁଖୁଆ ଆଦି ଭଳି ବ୍ୟବହାରର ପଦାର୍ଥ ନାଆରେ ବୋଝେଇ ହୋଇ ନଈଏ ନଈଏ ବିକ୍ରି ଆସେ। ଲଙ୍ଗରପକାଇ ଗାଁ-ତୁଠରେ ନାଆ ଦିନେ ଦୁଇଦିନ ବିଶ୍ରାମ ନିଏ। ଲୋକେ ଖବର ପାଇ ଜିନିଷ କିଣି ଆସନ୍ତି। ଦୂର ଦୂର ଗ୍ରାମରୁ ବି ଅଣ୍ଟାରେ ଟଙ୍କା ଖୋଷି ମୂଲିଆ ଧରି ଗାଁ ଦୋକାନୀମାନେ ଆସନ୍ତି। କିଣା ବିକା ହୁଏ। କିଏ ବଦଳରେ ଦିଅନ୍ତି ଟଙ୍କା କିଏ ବା ସୋରିଷ, ବିରି, ଚାଉଳ ଆଦି ଶସ୍ୟ। ତେଲି କିଣେ ଚାଉଳ, ବିରି, ମୁଗ, ଶୁଖୁଆ। ନା-ଆସିବା ଦିନଗୁଡାକ ଗାଁରେ ଗାଁରେ ଏକ ରକମର ଚହଳ ପକାଇ ଦିଏ। ସମସ୍ତେ ଏକ ଅଜଣା ଉତ୍ସାହରେ ପୁଲକି ଉଠନ୍ତି। ସେ ଦିନ ଆଉ ନାହିଁ। ନନ୍ଦଙ୍କ ଘର ନିଜର ବି ଖଣ୍ଡେ ନାଆ ଥିଲା। କେଉଟଙ୍କୁ ସେମାନେ ଭଡ଼ା ଦେଇଥିଲେ। କେଉଟମାନେ ବିଦେଶ କରିଯାଆନ୍ତି, ବ୍ୟବସାୟ କରନ୍ତି, ଲାଭରୁ କିଛି ଅଂଶ ଦିଅନ୍ତି ମାଲିକଙ୍କୁ। ତା'ଛଡ଼ା ଖାଇବା ଲାଗି ଶୁଖୁଆ, ମାଛ, ସୁନିଆରେ ଭେଟି ପାନ, ଗୁଆ ଇତ୍ୟାଦି ଇତ୍ୟାଦି ନଈ ପୋତି ହୋଇ ପଡ଼ିଲାକୁ ନାଆ ଚଳିଲା ନାହିଁ। ଉପାର୍ଜିତ ଧନ ଯଥେଷ୍ଟ ନ ହେବାରୁ ସେମାନେ ଆଉ ନାଆ ଭଡ଼ା ଧରିଲେ ନାଇଁ। ପଡ଼ି ରହିଲା ନାଆ। କୈବର୍ତ୍ତମାନେ ନିଜ ବୃତ୍ତି ଛାଡ଼ି କଲିକତା ଗଲେ; ସେଠି ମୋଟ ବୋହି, କୁଲି ସାଜି ପେଟ ପୋଷିଲେ। ଗାଁ ତୁଠରେ ନାଆ ଖଣ୍ଡେ ନାଇଁ। ଡଙ୍ଗା ଦୁଇଖଣ୍ଡରେ ଘାଟ ଚଳୁଛି। ନିଜ ଘର ନାଆରେ ରାମାନନ୍ଦେ ବି ଥରେ ଦୁଇଥର ଯାଜପୁର ଦୁର୍ଗାପୂଜା ଦେଖି ଯାଇଛନ୍ତି। ଘର ପରି ଭିତର। ଖିଆପିଆ, ରୋଷେଇବାସ, ଶୁଆ ଉଠା ସବୁ ହୁଏ ତାରି ଭିତରେ। ମଙ୍ଗୁଆଳ ସାଙ୍ଗକୁ ଦୁଇ ଚାରିଜଣ ବାହୁଆ ଦର୍କାର ଉଠାଣି ଲାଗି। ଗଡ଼ାଣି ବେଳେ ଦୁଇ ଜଣରେ ଯଥେଷ୍ଟ ହୁଏ। ଦୁଇଧାର ହୋଇଯାଏ ପାଣି–ଆଗକୁ ନାଆ ଚାଲେ-। ବର୍ଷା ହେଲେ କିଛି କ୍ଷତି ହୁଏନାଇଁ। ଲଙ୍ଗର ପକାଇଦେଇ ସମସ୍ତେ ରହିଯାନ୍ତି ଭିତରେ। ଖଣ୍ଡେ ନାଆ ଥିଲେ ରାମନନ୍ଦଙ୍କ ପରିବାର ଆଜି କଷ୍ଟ ସହନ୍ତେ ନାଇଁ। ନାଆଟା ଖାଲି ତାଙ୍କର ପଡ଼ି ପଡ଼ି ଫୁଟିଗଲା। ତାକୁ ମରାମତି କଲାଭଳି 'ହଜାରିକିଆ' ମୁଣ୍ଡ ନଥିଲା ନନ୍ଦଙ୍କର! କୁଆଡ଼ୁ କୁଆଡ଼ୁ ବାଲି ଆସି ନଈଟା ବର୍ଷା ଦିନ ଗଲାକ୍ଷଣି ଶୁଖି ଯାଉଛି। ଗଭୀରତା ନାହିଁ। ଉପର ମୁଣ୍ଡରେ ବର୍ଷା ହେଲାକ୍ଷଣି ଉଛୁଳି ପ୍ରତିବର୍ଷ ବନ୍ୟା; ବିପଦ– ନଈକୂଳିଆଙ୍କର ବିପଦ ଲାଗି। ରହିଚି। ଶୀତ ଦିନେ ନଈଟା ଶୁଖିଲା ଠକ୍-ଠାକ୍। ଖାଲି ବାଲି। ପାଣି ଯାଇ କେଉଁ ଧାରରେ–ଚର୍ଚରା ପଡ଼ିଲା ଭଳି। ରାମାନନ୍ଦେ ଭାବିଲେ–ତାଙ୍କ ଗାଁ ଲୋକେ ମିଶି ନଈଟା କଣ ଖୋଳି ପାରିବେ ନାହିଁ।